କାହ୍ନୁ ଖାଇସାରି ଜଣେ ବାଳକ ହାତକୁ ଚାମଚଟି ଦେଇଦେଲା। ସେ ଜଣକ ଖାଇସାରି ଅନ୍ୟ ବାଳକଟି ହାତରେ ଚାମଚଟି ଦେଇଦେଲା। ଏହିପରି ଖାଉ ଖାଉ ପାତ୍ରଟିରୁ ସବୁ ଜାଉ ସରିଗଲା। ଜହ୍ନମାମୁଁ ପଚାରିଲେ, ତୁମେମାନେ ପ୍ରତିଦିନ କ'ଣ ଏହିପରି ଜାଉ ଖାଅ? ନିଗ୍ରୋ ପୁରୁଷ ନା ଏ ଜାଉ ଆମର ଅତି ପ୍ରିୟ ଖାଦ୍ୟ। ଦିନେ ଦିନେ ଆମେ ଚାଉଳକୁ ଭାତ ରାନ୍ଧି ଖାଉ। ଆମ ପିଲାମାନେ ଚାଉଳଚୂନାରୁ ତିଆରି ପିଠା ଖାଇବାକୁ ଭାରି ଭଲ ପାଆନ୍ତି। ଆମର ଏଠାରେ ଖାଇବା ଜିନିଷର ଅଭାବ ନାହିଁ। ପନିପରିବା, ଫଳମୂଳ ପ୍ରଚୁର ପରିମାଣରେ ମିଳେ। ସେ ସବୁ ବି ଖାଉ।କାହ୍ନୁ ପଚାରିଲା ମାଛ, ମାଂସ? ନିଗ୍ରୋ ପୁରୁଷ ମାଛ ଏଠାରେ ମିଳେ ନାହିଁ। ଆମର ପଲେ ପଲେ ମେଣ୍ଢା ଛେଳି ଅଛନ୍ତି। ଇଚ୍ଛା କଲେ ଆମେ ମାଂସ ଖାଇ ପାରନ୍ତୁ। କିନ୍ତୁ ଏମାନଙ୍କୁ ହାଣି ଖାଇବାକୁ ଆମ ହାତ ଯାଏ ନାହିଁ।ଜାଉ ଖାଇ ସାରିଲା ପରେ ନିଗ୍ରୋ ସ୍ତ୍ରୀଲୋକଟି ଗୋଟିଏ ପାତ୍ରରେ ଦୁଧ ଆଣି ଦେଲା। ସମସ୍ତେ ପେଟ ପୂରାଇ ଦୁଧ ପିଇଲେ। ଜହ୍ନମାମୁଁଙ୍କ ପେଟ ପୂରିବା ପାଇଁ ପ୍ରାୟ ଦୁଇଲିଟର ଅନ୍ଦାଜରେ ଦୁଧ ଦରକାର ହେଲା। ଖୁଆପିଆ ସରିଲା ବେଳକୁ ବେଳ ବୁଡ଼ିଗଲାଣି।କାହ୍ନୁ ଜହ୍ନମାମୁଁଙ୍କୁ କହିଲା, ମାମୁଁ! ଆଜି ଆମେ ଏ ଅବେଳରେ ଏଠାରୁ ଯିବା କିପରି? ଆଜି ରାତିଟା ଏହିଠାରେ କଟାଇଦେବା। କାଲି ସକାଳେ ଏଠାରୁ ଫେରିଯିବା। କାହ୍ନୁ ବଡ଼ ଏକଜିଦିଆ ପିଲା। ଜହ୍ନମାମୁଁ ନାଚାର ହୋଇ କାହ୍ନୁ କଥାରେ ହଁ ଭରିଲେ।କାହ୍ନୁ ଜଣେ ନିଗ୍ରୋ ପିଲାକୁ କହିଲା, ହେ ଭାଇ ତମ ଦେଶର ଗୋଟିଏ ଗପ କହନ୍ତ କି, ଆମେ ଶୁଣନ୍ତୁ। ନିଗ୍ରୋ ବାଳକ କହିଲା, ଗୋଟିଏ ଠେକୁଆ ଗପ କହିବି, ଶୁଣ।ଘାସବୁଦା ଭିତରେ ଗୋଟିଏ ଠେକୁଆ ବସା ବାନ୍ଧି ରହିଥାଏ। ତାକୁ ଭାରି ଶୋଷ ହେଲା। ସେ ନଈକୁ ପାଣି ପିଇବାକୁ ଗଲା। ସେ ପାଣି ଭିତରେ ଗୋଟିଏ ଜଳହସ୍ତୀ ଦେଖିଲା। ସେଠାରୁ କିଛି ଦୂରରେ ନଈ କୂଳରେ ଗୋଟିଏ ହାତୀ ଠିଆ ହୋଇଥାଏ।ଠେକୁଆ ଜଳହସ୍ତୀକୁ କହିଲା, ମୁଁ କୂଳରେ ଅଛି। ତମେ ପାଣି ଭିତରେ ଅଛ। ଖଣ୍ଡିଏ ଦଉଡ଼ିର ଗୋଟେ ପାଖ ତମେ ଧରିବ, ଆର ପାଖ ମୁଁ ଧରିବି। ତମେ ଏହି ଦଉଡ଼ିକୁ ଟାଣି ମୋତେ ପାଣି ଭିତରକୁ ନେଇଯିବାକୁ ଚେଷ୍ଟା କରିବ। ମୁଁ ତମକୁ ପାଣିରୁ କୂଳକୁ ଟାଣିଆଣିବାକୁ ଚେଷ୍ଟା କରିବି।ଜଳହସ୍ତୀ କହିଲା ତୁ ଟା ଏଡ଼େ ନିର୍ବୋଧ ଦେଖୁ ନାହୁଁ ମୁଁ ତୋ ଠାରୁ କେଡ଼େ ବଡ଼? ତୁଚ୍ଛାଟାରେ ବଳ କଷାକଷି କରିବା ସିନା!ଠେକୁଆ କହିଲା, ହଁ, ବୁଝିଲି ଯେ, ତମେ ଏଡ଼ିକି ଡରକୁଳା? ମୋ ସାଙ୍ଗରେ ଯୁଝିବାକୁ ତମର ସାହସ ନାହିଁ। ଆସ, ଦଉଡ଼ି ଟାଣିବା ବାଜି ରଖ ଯେ ହାରିବ ସେ ଅନ୍ୟକୁ ହଜାରେ ଟଙ୍କା ଦେବ।ଜଳହସ୍ତୀ, ବେଶ୍, ତମ କଥା ରହିଲା।ଠେକୁଆ ଖଣ୍ଡେ ଦଉଡ଼ି ଖୋଜିବାକୁ ଗଲା ନଈ କୂଳେ କୂଳେ ଅଳ୍ପ ବାଟ ଯାଇ ସେ ହାତୀକୁ ଭେଟିଲା। ଠେକୁଆ ହାତୀକୁ କହିଲା, ମୁଁ ଖଣ୍ଡେ ଦଉଡ଼ି ଆଣି ଦେବି। ଏହାର ଗୋଟାଏ ମୁଣ୍ଡ ମୁଁ ଧରିବି, ଆର ମୁଣ୍ଡଟା ତମେ ଧରିବ। ମୁଁ ନଈ ପାଣିରେ ପଶି ତମକୁ ପାଣି ଭିତରକୁ ଟାଣିବି। ତମେ ମୋତେ କୂଳକୁ ଟାଣି ଆଣିବାକୁ ଚେଷ୍ଟା କରିବ।ହାତୀ କହିଲା, ରେ ବୋକା! ତୁ କି କଥା କହୁଛୁ? ମୋର କ'ଣ ବୁଦ୍ଧି ସୁଦ୍ଧି ନାହିଁ ଯେ ପରି ବକଟେ ପ୍ରାଣୀ ସାଙ୍ଗରେ ବଳ କଷିବାକୁ ଯିବି?ଠେକୁଆ କହିଲା, ଭୀରୁ ମୋ ସାଙ୍ଗରେ ବଳ କଷିବାକୁ ଏତିକି ସାହସ ନାହିଁ? ଆସ, ଦଉଡ଼ି ଟାଣିବ। ଦେଖାଯିବ କିଏ ଜିତିବ କିଏ ହାରିବ। ଜିତାପଟ ମୋର ହେବ ତ ମୋତେ ହଜାରେ ଟଙ୍କା ତମେ ନଗଦ ଗଣିଦେବ। ମୁଁ ହାରିଲେ ସାଙ୍ଗେ ସାଙ୍ଗେ ତମକୁ ହଜାରେ ଟଙ୍କା ଗଣିଦେବି।ହାତୀ ଭାରି ରାଗିଗଲା। କହିଲା, ତୁ ଯଦି ଇମିତି ଜିଦ୍ ଧରିଛୁ, ତୋ କଥା ରହୁ। ଠେକୁଆ ଖଣ୍ଡେ ଦଉଡ଼ି ଆଣିବାକୁ ସେଠାରୁ ଚାଲିଗଲା।ଠେକୁଆ ଖଣ୍ଡେ ମୋଟା ଲମ୍ବା ମଜଭୁତ ଦଉଡ଼ି ଆଣି ନଈକୂଳକୁ ଗଲା। ଦଉଡ଼ିର ଗୋଟାଏ ମୁଣ୍ଡ ଜଳହସ୍ତୀକୁ ଦେଇ କହିଲା, ଅପେକ୍ଷା କର। ଏକ ଦୁଇ, ତିନି କହିବା ମାତ୍ରେ ତୁମର ଯେତେ ଜୋର, ସେତେ ଜୋରରେ ଦଉଡ଼ି ଟାଣିବ।